ବାଇକ୍‌ର ଗତି ବନ୍ଦ କରିଦେଇ ସେ ଯେତେବେଳେ ଘଟଣାଟି ଅନୁଧ୍ୟାନ କରିବାକୁ ଯାଉଥିଲେ, ଠିକ୍ ସେତିକିବେଳେ ତାଙ୍କ ଆଗରେ ଜଣେ କିଏ ଦୌଡ଼ି ଦୌଡ଼ି ଅଗ୍ରସର ହେଉଥିବାର ସେ ଲକ୍ଷ୍ୟ କରି ଅନତିବିଳମ୍ବେ ତାହାରି ପଦାଙ୍କ ଅନୁସରଣ କଲେ। ରାସ୍ତାଟି ଅନ୍ଧକାରାଚ୍ଛନ୍ନ ହୋଇଯାଇଥିଲେ ମଧ୍ୟ ସେ ତା'ର ଦୌଡ଼ିବା ଶବ୍ଦ ପରିଷ୍କାର ଭାବରେ ଶୁଣିପାରୁଥିଲେ। ଗତିଶୀଳ ଟ୍ୟାକ୍ସିର ବ୍ୟାକ୍ ଲାଇଟ୍ ତାଙ୍କ ଚକ୍ଷୁର ସୀମାରେଖା ଆଗରୁ ଲିଭି ଲିଭି ଆସୁଥିଲା। ସେ ଦ୍ରୁତ ବେଗରେ ଧାଇଁବାରେ ଲାଗିଥିଲେ।ସମ୍ମୁଖସ୍ଥ ରାସ୍ତା କ୍ରମଶଃ ଆଲୋକିତ ଥିଲା, କାରଣ ଅନତିଦୂରରେ ଥିବା ମଣିରାମ ଇଣ୍ଡଷ୍ଟ୍ରିଜ୍‌ର ଆଲୋକସଜ୍ଜା ରାସ୍ତାରେ ଛାୟା-ଆଲୋକର ମାୟା ସୃଷ୍ଟି କରୁଥିଲା। ଏଥର ସମ୍ମୁଖରେ ଦୌଡ଼ୁଥିବା ଲୋକଟିକୁ ସେ ଦେଖିପାରୁଥିଲେ। ତାଙ୍କ ନିକଟରୁ ଯଥେଷ୍ଟ ଦୂରତ୍ୱରେ ସେ ପୂର୍ବଭଳି ଦୌଡ଼ି ଚାଲିଥିଲା। ଆଲୋକର ସୀମାରେଖା ଭିତରେ ସେହି ଲୋକଟି ପହଞ୍ଚିଯାଇଥିବାରୁ ତା'ର ପୃଷ୍ଠଦେଶର ପରିଚ୍ଛଦ ପରିଷ୍କାର ଭାବରେ ସୂଚାଇ ଦେଉଥିଲା ଯେ, ସେହି ଲୋକଟି ଭିକାରୀ ବ୍ୟତୀତ ଆଉ କେହି ନୁହେଁ। ତା'ହେଲେ କ'ଣ? ପୁଣିଥରେ ଶତ୍ରୁଜିତ୍ ଗଭୀର ବିସ୍ମୟରେ ଚମକିଉଠିଲେ। ତାଙ୍କର ଅଗ୍ରଗତି ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଗଲା। ଉଦ୍ଧାର ହେବାର ରାସ୍ତା ତାଙ୍କର ଅବରୁଦ୍ଧ ହୋଇସାରିଥିଲା, କାରଣ ସେ ସେଇ ଭିକାରୀଟିକୁ ଲକ୍ଷ୍ୟ କରି ଦୌଡ଼ିବା ଭିତରେ ବାହାର ପରିବେଶ ବିଷୟରେ କୌଣସି ଧାରଣା କରିପାରି ନ ଥିଲେ। ଆଉ ସେହି ସୁଯୋଗ ନେଇ ନିକଟରେ ଛପିରହିଥିବା ତା'ର ଅନୁଚରଗଣ ତାଙ୍କୁ ଅବରୋଧ କରିସାରିଥିଲେ। ଚତୁର୍ଦ୍ଦିଗରେ କଳା ପୋଷାକ ପରିହିତ ବ୍ୟକ୍ତିଙ୍କ ହାତରେ ଗୋଟିଏ ଗୋଟିଏ ଶକ୍ତିଶାଳୀ ମାରଣାସ୍ତ୍ର ତାଙ୍କୁ ଲକ୍ଷ୍ୟ କରି ପ୍ରସ୍ତୁତ ରହିସାରିଥିଲା। ପ୍ରକୃତରେ ମୂକ ହୋଇଯାଇଥିଲେ ଶତ୍ରୁଜିତ୍। ଅପରାଧୀକୁ ଧରିବାକୁ ଆସି ନିଜେ ନିଜେ ସେ ସେହିମାନଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ, ଯେଉଁ ଜାଲରୁ ଉଦ୍ଧାର ପାଇବାର ଆଶା ତାଙ୍କର ଆଦୌ ନ ଥିଲା।ସେମାନଙ୍କର ଅଟ୍ଟହାସ ତାଙ୍କ ପ୍ରାଣରେ ତୀକ୍ଷ୍ଣ ବର୍ଚ୍ଛା ଭେଦ କରିଗଲା ଭଳି ଲାଗୁଥିଲା। ପ୍ରତିରୋଧ କରିବାର ଶକ୍ତି ସେ ହରାଇସାରିଥିଲେ, କାରଣ ଚତୁଃପାର୍ଶ୍ୱ ପରିବେଷ୍ଟିତ ଅପରାଧୀଗଣ ତାଙ୍କୁ ଦୃଢ଼ଭାବରେ ବାନ୍ଧି କାନ୍ଧ ଉପରକୁ ଉଠାଇ ନେଇ ଅଗ୍ରସର ହେବାରେ ଲାଗିଥିଲେ। କେଉଁ ଦିଗକୁ ସେ ଯାଉଛନ୍ତି ତାହା ମଧ୍ୟ ଜାଣିବାର ସୁଯୋଗ ତାଙ୍କ ନିକଟରେ ନ ଥିଲା, କାରଣ ଏକ ଦୃଢ଼ ପଟି ତାଙ୍କର ଦୃଷ୍ଟିଶକ୍ତିକୁ ଅବରୁଦ୍ଧ କରିସାରିଥିଲା।ଦଳପତିଙ୍କର ପ୍ରାଣଖୋଲା ହସରେ ପ୍ରାଙ୍ଗଣଟି ମୁଖରିତ ହୋଇଉଠୁଥିଲା। ଭୂତଳରେ ଲୁଣ୍ଠିତ ଜୟନ୍ତର ଛଦ୍ମବେଶରେ ଶତ୍ରୁଜିତ୍‌ଙ୍କ ଉପରେ ବିଦ୍ରୂପାତ୍ମକ ଦୃଷ୍ଟି ନିକ୍ଷେପ କରି ସେ କହିଉଠିଲେ ତୁମର ଏହି ଅଭିନବ ଚାଲ୍ ମୁଁ ଖୁବ୍ ବିଳମ୍ବରେ ବୁଝିପାରିଲି ମି: ଶତ୍ରୁଜିତ୍। ତୁମର ସହକାରୀ ଜୟନ୍ତଙ୍କୁ ତୁମରି ଛଦ୍ମବେଶରେ ପଠାଇ ତୁମ ଉପରୁ ମୋର ଦୃଷ୍ଟି କିଛିଦିନ ପାଇଁ ଦୂରେଇ ରଖି କାର୍ଯ୍ୟ ହାସଲ କରିନେବାର ଯେଉଁଭଳି ଚାଲ୍ ତୁମେ ଖେଳି ଆସିଥିଲ,ସେହି ସେହିଭଳି ପ୍ରତାରଣାରେ ତୁମକୁ ମୁଁ ଗିରଫ କରି ଆଣିଛି। ଆଉ ମି: ଇଡମ୍ବିଏନ୍।ଏଥର ଆହୁରି ଜୋରରେ ହସିଉଠି ଦଳପତି କହିଉଠିଲେ ଶୁଣିଥିଲି ଅସମ୍ଭବ ଭାବରେ ସେ ଧୂର୍ତ୍ତ ଥିଲେ। ଆଉ ସେହି ଧୂର୍ତ୍ତତା ହିଁ ତାଙ୍କୁ ସଫଳତାର ଜୟମାଲ୍ୟ ପିନ୍ଧାଇବାରେ ସକ୍ଷମ ହୋଇଥିଲା। ଆଉ ସେହି ଜୟମାଲ୍ୟ ପିନ୍ଧି ସେ ଏତେ ଗର୍ବୀ ହୋଇଉଠିଥିଲେ ଯେ, ଆମର ଏହି ଦଳକୁ ସମ୍ପୂର୍ଣ୍ଣରୂପେ ବିଲୋପ କରିବାକୁ ସେ ଦୃଢ଼କଣ୍ଠରେ ଘୋଷଣା କରିଥିଲେ। ତାଙ୍କ ଆଉ ତୁମ ଉପରେ ଆସ୍ଥା ରଖି ମାନ୍ୟବର କଲେକ୍ଟର ମହୋଦୟ ଆମମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ ଘୋଷଣା କରିଥିଲେ, ସେଥିରେ..